ଡାକ୍ତର ମୁହୂର୍ତ୍ତେକାଳ ଭୂଇଁକୁ ଚାହିଁଲେ। ଅତି କଠୋର କର୍ତ୍ତବ୍ୟ ତାହାଙ୍କ ସମ୍ମୁଖରେ। ଅତି କରୁଣ ଓ ନିଷ୍ଠୁର କର୍ତ୍ତବ୍ୟର ପରୀକ୍ଷା। ସେ କିପରି ତାହା ସାଧନ କରିବେ। ଆଉ ଏକ ମୁହୂର୍ତ୍ତ ମୁଖ ଉଠାଇଲେ। ପୁଣି ମାଟିକୁ ଚାହିଁ ରହି କ'ଣ ଚିନ୍ତା କଲେ। ଯେତେହେଲେ ବି ସେ ମନୁଷ୍ୟ। ଛ' ବର୍ଷ ମେଡିକାଲରେ ପଢ଼ି ଚାରିବର୍ଷ କାଳ ଶବ ବ୍ୟବଚ୍ଛେଦ କରିଥିଲେ ବି ତାଙ୍କର ହାତ ଅଚଳ ହେବାକୁ ଲାଗିଲା। ଆଜି ଏତେବଡ଼ ଗୁରୁତର କଥା। ମୁହୂର୍ତ୍ତକମଧ୍ୟରେ ସମସ୍ତ ନିଷ୍ଠୁରତା ସହ କିପରି ବ୍ୟକୁଳିତ ଅର୍ଦ୍ଧ-ପାଗଳ ଯୋନାଥନ୍କୁ ଏକଥା କହିବେ। କିପରି ବା ସେହି ସୁକୁମାରୀ ବାଳିକାର କୋମଳ ହୃଦୟରେ ବଜ୍ରକଠିନ ଆଘାତ ଦେବେ! ମୁଖ ଉଠାଇ ଡାକ୍ତରବାବୁ ସ୍ଥିର- ଭାବରେ ଯୋନାଥନ୍ର ଦୁଷ୍ଟିରେ ସ୍ୱ ଦୁଷ୍ଟି ନିବଦ୍ଧ କଲେ। ପରମୁହୂର୍ତ୍ତରେ ଗମ୍ଭୀର ଭାବଶୂନ୍ୟ ବଦନରେ ନିର୍ବିକାର ଭାବରେ କହିଲେ "ଯୋନାଥନ୍ବାବୁ, ଆପଣଙ୍କ ସ୍ତ୍ରୀଙ୍କର ବଞ୍ଚିବାର ଆଶା ଆଦୌ ନାହିଁ। ତାହାଙ୍କ ପାଇଁ ପାରୁପର୍ଯ୍ୟନ୍ତ ଯତ୍ନ ହେଲା; ମାତ୍ର ଆଉ ଯତ୍ନ କରିବା ବୃଥା। " ଡାକ୍ତର ସ୍ୱକର୍ତ୍ତବ୍ୟ ଶେଷ କଲେ ଓ ମୁହୂର୍ତ୍ତ ମଧ୍ୟରେ କକ୍ଷ ତ୍ୟାଗକଲେ। ଲଳିତାର କାନରେ ସେହି ବିଦାୟକାଳୀନ ବାଣୀ ବାରମ୍ୱାର ଅତି ଭୟଙ୍କର ଭାବରେ ପ୍ରତିଧ୍ୱନିତ ହେବାକୁ ଲାଗିଲା। ସେ ହତଜ୍ଞାନ ହୋଇ ଖଟ ଉପରୁ ତଳେ କଚାଡ଼ି ହୋଇ ପଡ଼ିଲା। ଉନ୍ମାଦିନୀ ପରି ପ୍ରଳାପ କରି ସେହିଠାରେ ନିସ୍ତେଜ ଭାବରେ ପଡ଼ି ରହିଲା। ଯୋନାଥନ୍ ଓ ବୀର ପଥର ପରି ନିର୍ବାକ ଓ ନିଶ୍ଚଳ। ଶୂନ୍ୟ ବିଷାଦଭରା ଦୃଷ୍ଟିରେ ପାଗଳପରି ଯୋନାଥନ୍ କହି ଉଠିଲେ "ଆହା, ସମସ୍ତେ ମର। " ତାହାଙ୍କର ଆଉ ବାକ୍ୟ ସ୍ଫୁର୍ତ୍ତ ହେଲା ନାହିଁ। ସେ ଶଶୀର ପଦତଳେ ପଡ଼ି କାନ୍ଦିବାକୁ ଲାଗିଲେ। "ଶଶୀ, ଶଶୀ ତୋ ବଦଳି ମୁଁ ମରେ। " ଆଉ କହିପାରିଲେ ନାହିଁ। ଗଭୀର ଦୁଃଖ ତାଙ୍କର କଣ୍ଠ ରୁଦ୍ଧ କଲା। ସେଠାରୁ ସେ ଉଠି ଆସିଲେ। ଦୁଇ ହାତରେ ଶଶୀର ମସ୍ତକ ଉଠାଇ ଚୁମ୍ୱନ କଲେ। ଏହା ତାହାଙ୍କର ଶେଷ ଚମ୍ୱନ। ଆଜି ତାଙ୍କର ଲଜ୍ଜା ନାହିଁ। ସେ ଅତି ନିବିଷ୍ଟ ଭାବରେ ସେହି ଆସନ୍ନ ମୃତ୍ୟୁମୁଖକୁ ଚାହିଁ ରହିଲେ। ଆଜି ସେ ନଈର ଏପାଖରେ, ଆଉ ଶଶୀ ଆର କୂଳରେ। ଉଭୟଙ୍କ ମଝିରେ ଭୟଙ୍କର ମୃତ୍ୟୁନଦୀ। ତାହାଙ୍କ ଶଶୀ ଅଳ୍ପ ସମୟ ପରେ ଆଉ ଜୀବନରେ ରହିବନି। ସେହି ସୁନ୍ଦର ଢଳଢଳ ମୁହଁ ଚିରକାଳ ପାଇଁ ଆଖିଆଗରୁ ଲୁଚି ଯିବ। ସବୁଦିନ ପାଇଁ ତାଙ୍କ ହୃଦୟ ଶୂନ୍ୟ ରହିବ, ଗୃହ ଅନ୍ଧାକର ହେବ। କନ୍ୟାତ୍ରୟ ମାତୃହୀନ ହେବେ। ଏ କଥା ଲେଖକର ବର୍ଣ୍ଣନୀୟ ନୁହେଁ ଅନୁଭବୀ ମାତ୍ର ଜାଣେ। ସେ ଉନ୍ମାଦ ରୋଗୀ ତୁଲ୍ୟ ଶଶୀର ମସ୍ତକ ଉପାଧାନରେ ନ୍ୟସ୍ତକରି ସେ ପ୍ରକୋଷ୍ଠ ତ୍ୟାଗ କରିଗଲେ। ତାହାଙ୍କର ସହ୍ୟ ହେଲା ନାହିଁ। ବୀର ଶଶୀର ଶଯ୍ୟା ପାଖରେ ବସି ରହିଲେ। ଗୁଲ୍ବଦନୀ ଉଠିଯାଇ ମୂର୍ଚ୍ଛାଗତା ଲଳିତାର ମୁଣ୍ଡରେ ପାଣି ମାରିବାକୁ ଲାଗିଲେ। ବିନୋଦ ପଙ୍ଖା କଲେ। କିଛିକ୍ଷଣ ପରେ ଲଳିତା ଚେତନା ଲାଭ କରି ମା'ଲୋ କହି କାନ୍ଦିଉଠିଲା। ହେମ ଓ ବନ ଆର ଘରେ ବିନି ନିକଟରେ ଥିଲେ। ଲଳିତାର କ୍ରନ୍ଦନ ଶବ୍ଦ ଶୁଣି ଧାଇଁ ଆସି ଦେଖିଲେ ଘରେ ପିତା ନାହାନ୍ତି; ଅଛନ୍ତି ଅପରିଚିତ ଜଣେ ବ୍ୟକ୍ତି ଏବଂ ଜଣେ ଭଦ୍ରମହିଳା। ସେମାନେ ଦୁଃଖରେ କାତର। ଏଣେ ଲଜ୍ଜାରେ କିଛି ପଚାରି ପାରିଲେ ନାହିଁ। ମାତାର ଶଯ୍ୟା ପାଖରେ ବସି କାନ୍ଦିବାକୁ ଲାଗିଲେ-। ଲଳିତା ଆହୁରି ଜୋର୍ରେ କାନ୍ଦିବାକୁ ଲାଗିଲା। ତାହାର କର୍ଣ୍ଣକୁହରରେ "ଆଉ ବଞ୍ଚିବାର ଆଶା ନାହିଁ" ଏହି କଥାଟି ଯେପରି ବାରମ୍ୱାର ପ୍ରତିଧ୍ୱନିତ ହେବାକୁ ଲାଗିଲା। ସେ ଦେଖିଲା, ସାରା ଜଗତରେ ସତେ ଯେପରି ତା' ପାଇଁ ଭରି ରହିଚି ଅସହାୟ ଶୂନ୍ୟତା। ସେ କାନ୍ଥଗୁଡ଼ିକୁ ଅନାଇଲା ସେଠାରେ ଯେପରି ଲେଖାହୋଇଚି ମା ତାର ଆଉ ବଞ୍ଚିବ ନାହିଁ। ମାତାର ନିଷ୍ପ୍ରଭ ମୁଖକୁ ଲଳିତା ଅନେଇଲା। ସେଠି ସେ ଦେଖିଲା ମରଣର କୃଷ୍ଣଛାୟା ସେ ମୁହଁକୁ ଢାଙ୍କି ରଖିଚି। ଲଳିତାକୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା। ତାହାର ମୁଣ୍ଡ ଘୂରିବାକୁ ଲାଗିଲା। ସେ ଭୂମିରେ ପଡ଼ି ଚିତ୍କାର କରି କାନ୍ଦିବାକୁ ଲାଗିଲା। ସଂଧ୍ୟା ହୋଇ ଆସିଲା। କ୍ରମେ ରାତି ହେଲା। ଦାଣ୍ଡଘରେ ଯୋନାଥନ୍ବାବୁ ଭୂମି ଉପରେ ଲମ୍ୱ ହୋଇ ପଡ଼ିଚନ୍ତି।